ଯାବତୀୟ ସରକାର ଯେ ମୂଳତଃ ଏକ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପୂର୍ଣ୍ଣ ଭାବରେ ସକ୍ରିୟ କରିବା ଲାଗି ବାଟ ଛାଡ଼ି ଦେଉଥିବ, ମଣିଷମାନେ ସଚେତ ହୋଇ ସେକଥା ବୁଝି ପାରିଲେଣି। ସ୍ୱାଧୀନତା ପରବର୍ତ୍ତୀ ଏହି ଦ୍ୱିତୀୟ ବିପ୍ଳବଟି ମୁଖତଃ ଅଗ୍ରଗାମୀମାନେ କରାଇ ଆଣୁଛନ୍ତି। ଲୋକମାନେ ଆହୁରି ଆଗକୁ ଯିବେ, ଆହୁରି ସଚେତନ ହେବେ। ଆପଣାର ରଜ୍ଜୁଗୁଡ଼ିକୁ ସେମାନେ ନିଜେ ନିୟନ୍ତ୍ରିତ କରିବେ। ସେହିମାନେ ନେତୃତ୍ୱ ନେବେ ଓ ନିଜ ଗାଆଁରେ, ନିଜ ମୁଠାରେ ଏବଂ ନିଜ ଜିଲ୍ଲାରେ ନେତୃତ୍ୱ ଦେବେ। ନିଜର ନିଷ୍ପତ୍ତିଗୁଡ଼ିକୁ ନିଜେ କରିବେ। ସେମାନଙ୍କର ପ୍ରତିନିଧିମାନେ ସେହିମାନଙ୍କ ଭିତରୁ ହିଁ ତିଆରି ହୋଇ ଆସିବେ। ସେମାନଙ୍କର ଗାଆଁରେ ବା ତାଲୁକାରେ କଣ ହେବ ନହେବ ସେମାନେ ସ୍ୱୟଂ ସେସବୁ ସ୍ଥିର କରିବେ। ମହାତ୍ମା ଗାନ୍ଧୀ ଦିନେ ଏହାକୁ ହିଁ ଗ୍ରାମସ୍ଵରାଜ୍ୟ ବୋଲି କହିଥିଲେ। ଗ୍ରାମସ୍ଵରାଜ୍ୟ ଗ୍ରାମ ଦ୍ୱାରା ନିରୂପିତ ହେବ। ସରକାର ସେଥିପାଇଁ ଆବଶ୍ୟକ ଆନୁଷଙ୍ଗିକଗୁଡ଼ିକୁ ଯୋଗାଇଦେବ ସିନା ରଜା ପରି କଦାପି ହୁକୁମ ଦେଇ ପାରିବ ନାହିଁ। ଅଗ୍ରଗାମୀ ବର୍ତ୍ତମାନ ସେହି ଲକ୍ଷ୍ୟଟି ହାସଲ ହେବା ନିମନ୍ତେ ମଝିରେ ସେତୁ ପରି କାର୍ଯ୍ୟ କରୁଛି। ମହତ୍ କାର୍ଯ୍ୟଗୁଡ଼ିକ ବେଳେ ବେଳେ ଠିକାଦାରୀ ପରି ମଧ୍ୟ ଲାଗୁଛି। ଅଗ୍ରଗାମୀମାନେ ନଥିଲେ ଲୋକମାନେ ଯେଉଠି ସେଇଠି ରହିଥାନ୍ତେ ଏବଂ ଅଗ୍ରଗାମୀ ଆସିବା ଦ୍ୱାରା ହିଁ ଅରଣ୍ୟ କଥା କହିଲା ଓ ଟାଙ୍ଗରର ନିଦ ଭାଜିଲା ଅଗ୍ରଗାମୀମାନଙ୍କର ଶିବିର ଭିତରେ ମଧ୍ୟ ହୁଏତ କେହି କେହି ଖୁସିରେ ସେହିଭଳି ଭାବି ପକାଉଥିବେ। ସେହି କଥାଟି ବହୁତ ପରିମାଣରେ ସତ ହୋଇଥିଲେ ମଧ୍ୟ ଏଣିକି ଅଗ୍ରଗାମୀ ଆଉ ମୋଟେ ଆଗରେ ରହିବେ ନାହିଁ। ଅଗ୍ରଗାମୀ ପଛରେ ରହିବ ଏବଂ ଲୋକମାନେ ହିଁ ଆଗରେ ରହିବେ। ଲୋକମନେ ଚିନ୍ତା କରିବେ। ଜଣେ ବିଶ୍ୱର ମିତ ପରି ସେମାନେ ଅଗ୍ରଗାମୀକୁ ଲୋଡ଼ିବେ ସିନା, ଅଗ୍ରଗାମୀ ଉପରେ ଆଦୌ ନିର୍ଭରଶୀଳ ହେବେନାହିଁ। ତେବେଯାଇ ଏହି ଯାବତୀୟ ଉଦ୍ୟମ ସଫଳ ହେବ, ସାର୍ଥକତା ଲାଭ କରିବ ସମଗ୍ର ଦେଶର ଅସଲ ନିୟତି ଦୃଷ୍ଟିରୁ ଏହାକୁ ସବୁଠାରୁ ଅଧିକ ସଂଗତି ରହିଥିବା ଏକ ପ୍ରକ୍ରିୟା ବୋଲି କୁହାଯାଇ ପାରିବ। ଯେଉଁ ନେତା ନେତୃତ୍ୱ ଦେଉ ଦେଉ ଆଗରେ ଗୋଟାଏ ଏଡ଼େ ବଡ଼ ପଥର ହୋଇ ଛିଡ଼ା ହେବାକୁ ଇଚ୍ଛା କରେ ସିଏ ଲୋକଙ୍କୁ ତଥାପି ଦୟା ଦେଖାଉଥାଏ ଓ ନିଜକୁ ଅପରିହାର୍ଯ୍ୟ ବୋଲି ଭାବୁଥାଏ। ଅଗ୍ରଗାମୀ ସେକଥା କରିବ ନାହିଁ। ଅଗ୍ରଗାମୀ ପଛରେ ରହିବ ଖୁସି ହୋଇ ପଛରେ ରହିବ। ଲୋକମାନେ ହିଁ ଆଗରେ ଥିବେ ଅଗ୍ରଗାମୀ ବି ସେଥିରେ ଖୁସି ହେଉଥିବ। ପଶ୍ୟେମଃ ଶରଦଃ ଶତଂ ଭାରତବର୍ଷରେ ବରଗଛ ପରି ସର୍ବପ୍ରଥମ ନେତା ହେଉଛନ୍ତି ପଣ୍ଡିତ ଜବାହରଲାଲ ନେହୁରୁ। ସିଏ ବିଲାତରେ ପାଠ ପଢ଼ିଥିଲେ । ସେଠାରେ ବିଲାତର ତତ୍କାଳୀନ ଇଂଲଣ୍ଡର ପାଂବିଆନ୍ ସୋସାଇଟି ସହିତ ନିଜକୁ ସମ୍ପୃକ୍ତ କରିଥିଲେ। ବିଜ୍ଞାନ ପଢିବା ପରେ ଓକିଲାତି ପଢ଼ିଥିଲେ ଏବଂ ବହୁତ ମଣିଷଙ୍କର ଅନୁମାନ ଅନୁସାରେ ସାମ୍ୟବାଦୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତବର୍ଷକୁ ଫେରି ଆସିଥିଲେ। ଦେଶ ସ୍ୱାଧୀନ ହେବା ପରେ ସିଏ ଆମର ପ୍ରଧାନମନ୍ତ୍ରୀ ହେଲେ। ତାପରେ ବରଗଛଟାଏ ହେବାକୁ ତାଙ୍କର ଖୁବ୍ ମନ ବଢିଲା ବଳିଲା। ବରଗଛ ଏକା ଛିଡ଼ା ହେବ ଓ ଏକା ଦିଶିବ ବୋଲି ନିଜ ପରିଧିଟା ଭିତରେ ଆଉ କାହାକୁ ବି ଉଧେଇବାକୁ ଦିଏ ନାହିଁ। ନେହେରୁଙ୍କ ପରେ ଆମ ଦେଶ ଗତ ପଇଁତ୍ରିଶି ବର୍ଷ କାଳ ସେଇ ବରଗଛଟାଏ ଆଦରି କରି ରହିବାରୁ ପ୍ରକୃତରେ ବହୁତ ଗଞ୍ଜଣା ପାଇଲାଣି। ଅଧିକ ନିରଙ୍କୁଶ ହେବା ପାଇଁ ଅର୍ଥାତ୍ ନିଜେ ନିଜ ଆଖିରେ ସକଳ ସ୍ଥିତିରେ କେବଳ ଠିକ୍ କରୁଛନ୍ତି ବୋଲି ଦେଖାଯିବାର ମତଲବରେ ପଣ୍ଡିତ ନେହରୁ ନିଜ ଦଳଟାର ବି ଏକଚ୍ଛତ୍ର